ମୋତେ ମଧ୍ୟ ମୋର ପାରିଶ୍ରମିକ ବାବଦ ଆହୁରି ପଚାଶ ହଜାର ଟଙ୍କା ମିଳିଲା। ମୋତେ ଆହୁରି ବଡ଼ ବଡ଼ ଚାନ୍ସ ସେମାନେ ଦେବାକୁ ଲାଗିଲେ। କାରଣ, ପ୍ରକୃତରେ ମୁଁ ଯେଉଁମାନଙ୍କୁ ସଂଗ୍ରହ କରୁଥିଲି, ସେମାନେ ଗୋଟାଏ ଗୋଟାଏ ସମାଜର କଳଙ୍କ। ତାଙ୍କ ପାଇଁ କାହାରି ଦୁଃଖ କରିବାର କିଛି ନ ଥିଲା। ଦ୍ୱିତୀୟ ବର୍ଷ ମୋର ଦାୟିତ୍ୱରେ ଆସିଲେ ସୁନୀତି ମଜୁମଦାର। ମୋ ଅପମାନର ପ୍ରତିଶୋଧ ତାହାରିଠାରୁ ଆଦାୟ କରାଯିବାକୁ ଦଳ ମୋହରି ପରାମର୍ଶ ଚାହିଁଲା। ଆଉ ମୁଁ। ଯଦି ଇଚ୍ଛା ନ କରେ, ସେମାନେ ଅନ୍ୟକୁ ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ। କିନ୍ତୁ ତା ପରେ ଗୋଟିଏ ଜାନୁଆରକୁ, ଯିଏ ମୋତେ ଏହି ପଥର ପଥୁକୀ କରିବାକୁ ବାଧ୍ୟ କରିଛି, ନିଜ ହାତରେ ତାକୁ ଶାସ୍ତି ଦେବାକୁ ପ୍ରସ୍ତୁତ ଥିଲି। କାରଣ ଲୁସି ହିଁ ମୋତେ ବାରମ୍ବାର ତାହାରି ଉପରେ ପ୍ରତିଶୋଧ ନେବାକୁ ପ୍ରେରଣା ଦେଉଥିଲା। କିନ୍ତୁ ସେହିଠାରେ ମୁଁ ମୋର ସମାଧିର ବାଟ ଖୋଲିଦେଲି। ମୋର ଇଚ୍ଛା ପୂର୍ଣ୍ଣ ହେଲା ସତ; କିନ୍ତୁ ପୋଲିସବାଲାଙ୍କର ସନ୍ଦେହ ଦୃଷ୍ଟି ମୋ ଉପରେ ଘୂରି ବୁଲିଲା। ମାନେ, ମୁକ୍ତ ଭାବରେ ଆଉ ଘୂରି ବୁଲିବାର ସୁବିଧା ମୁଁ ପାଇପାରିଲି ନାହିଁ। ଏପରି ବି ନିଜ ଘର ଭିତରେ ରହିବାକୁ ମୋତେ ମଧ୍ୟ ଭୟ ଲାଗିଲା। ଅବଶ୍ୟ ଏହି ଦଳର ତତ୍ପରତାରୁ ସେମାନେ ମୋର ପରିଚୟ ପାଇ ପାରି ନ ଥିଲେ। ତଥାପି ମୋତେ ଅନେକଥର ସେମାନେ ଦେଖିଥିଲେ। ଯାହା ହେଉ, ସେ ବର୍ଷ ମୋତେ ଆଉ ବାହାର କାମ ଦିଆଗଲା ନାହିଁ। ମାନେ, ଅଫିସ ଭିତରେ ମୁଁ ରହିଲି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଲି, ଏତେଗୁଡ଼ାଏ ପୁରୁଷ ମେଳରେ ରହି ବି କାହାରି ଗୋଟାଏ ଲାଳସାସିକ୍ତ ଦୃଷ୍ଟିର ଗନ୍ଧ ମୁଁ ପାଇ ପାରିଲି ନାହିଁ। ଏପରି କି ଭାଇ ଭଉଣୀର ସ୍ନେହଠାରୁ ସେମାନଙ୍କର ସ୍ନେହ ଥିଲା ଅତି ପବିତ୍ର। ତା ପରେ ମୋ ବିରୁଦ୍ଧରେ ସେଠାରେ ପୋଲିସ ସତର୍କ ଦେଖି, ସେମାନେ ମୋତେ ଓଡ଼ିଶା ପଠାଇ ଦେବା ପାଇଁ ମୋ ସହିତ ପରାମର୍ଶ କଲେ। ସେତେବେଳେ ମୋ ପରିବାରରେ ଉନ୍ନତି ହୋଇଥିଲା। ମୋର ଭାଇ, ଭଉଣୀମାନେ ଅପେକ୍ଷାକୃତ ସ୍ୱଚ୍ଛନ୍ଦରେ ରହି ପଢ଼ାପଢ଼ି କରୁଥିଲେ। ମୁଁ ବି ଆଉ ଗୋଟାଏ ବର୍ଷ ଏମିତି ଗୋପନରେ ରହି ସମୟ ଅତିବାହିତ କରିବାକୁ ଚାହୁଁଥିଲି। ମୋ ଉପରେ ସେମାନଙ୍କର ଯଥେଷ୍ଟ ବିଶ୍ୱାସ ଥିଲା। ଏଠାରେ ମୋ କାମ ପରିବର୍ତ୍ତନ କରି ସମ୍ବାଦ ସଂଗ୍ରହ ବିଭାଗରେ ରହିଥିଲି। ତାହା ପୁଣି ଛଦ୍ମବେଶରେ। ମାନେ, କୌଣସି ପ୍ରକାରେ ଏଠାକାର ସଂସ୍ଥା ସହିତ ଯୋଗଯୋଗ ସ୍ଥାପନ କରି, ଏଠାରେ ନୂଆ ହୋଇ ଗଢ଼ି ଉଠୁଥିବା ମଣିରାମ ଇଣ୍ଡଷ୍ଟ୍ରିଜରେ ଷ୍ଟେନୋଗ୍ରାଫର୍ ଭାବରେ ନିଯୁକ୍ତି ଦିଆଗଲା। ମୋର ସେଠାକାର ପରିବେଶ ତୁମେ ନିଶ୍ଚୟ ଜାଣିଥିବ। ହେଲେ, ସେତେବେଳେ ମୁଁ ପୋଲିସର ଘୋର ସନ୍ଦେହ ଘେର ଭିତରକୁ ଆସିଗଲି। କାରଣ ମୋତେ ଅନୁରୋଧ କରାଯାଇଥିଲା ଜଣେ ଡାକ୍ଟରଙ୍କୁ କରଗତ କରିବା ପାଇଁ। ଆହୁରି ମଧ୍ୟ ସେମାନେ ପ୍ରତିଶ୍ରୁତି ଦେଇଥିଲେ-ତୁମେ ଯଦି ସଫଳତାର ସହ ଆମ ଦଳ ବିଷୟରେ ତାଙ୍କୁ ଆକର୍ଷିତ କରାଇପାର, ତା ହେଲେ ତୁମ ଭବିଷ୍ୟତର ବାଟ ପରିଷ୍କାର ହୋଇଯିବ। ମାନେ, ତୁମେ ତାଙ୍କୁ ବିବାହ କରି ଭଦ୍ର ଭାବରେ ପରବର୍ତ୍ତୀ ଜୀବନ ଆମେରିକାରେ ଅତିବାହିତ କରିପାରିବ। ମାନେ, ତାଙ୍କୁ ଏଠାରେ ମାତ୍ର ପାଞ୍ଚ ବର୍ଷ ପାଇଁ ରଖାଯିବ। ତା ପରେ ସେ ମୁକ୍ତ। କିନ୍ତୁ ମୁଁ ହାରିଗଲି। ଏଠାକାର